କିଏ ଜାଣେ ଦିନେ ସେହି କାରଣରୁ ଭେଳା ବୁଡ଼ିବ। ତୁମପରି ମୁଁ ଯଦି ଅଳ୍ପ ବହୁତ କଥା ଅନ୍ୟକୁ କହି ଦେଇଥାନ୍ତି ତା ହେଲେ କେଜାଣି ଅବା ପରମେଶ୍ୱର ଦୟା କରି କାହାରି ହେଲେ ଜଣକ ତୁଣ୍ଡରେ ଗୋଟାଏ-ସାବଧାନ-ହୁସିଆର-ଶୁଣାଇ ଦେଇଥାନ୍ତେ। -ଆଚ୍ଛା, ମାନିନୀ ତୁମକୁ ଆସିବାକୁ କହୁଛି ଯେ। -ବୋଧହୁଏ ମିଳାମିଶା ଚାହେଁ। ହୁଏ ତ ଅନୁତାପ ଆସିଥିବ। ଅନୁଶୋଚନା ଥାଇ ପାରେ। ଦୟା ଆସି ଥାଇ ପାରେ। ଅବାସେ ଟଙ୍କା ଦେଇ ଏଇ କ୍ଷତିର ଖେସରା ଦେବାକୁ ଚାହେଁ-କିଏ କହିବ? -ସେ ତୁମକୁ କ'ଣ ସତେ ଭଲ ପାଉଥିଲା? -ମୋଟେ ନୁହେଁ। ମାନିନୀ ଭଜକୃଷ୍ଣଙ୍କୁ କାହିଁକି ଭଲ ପାଇବ? ଛୋଟ ମନ ବଡ଼ ମନକୁ ଭଲପାଏ। ଭଜକୃଷ୍ଣ ପାଇଁ ମାନିନୀ ଅପୂର୍ବ-କିନ୍ତୁ ମାନିନୀ ପାଇଁ ଭଜକୃଷ୍ଣ। କ'ଣ? -କିଛି ନୁହେଁ। ଏସବୁ ବୁଝିଲି ପରୀକ୍ଷା ହଲରେ ଘଡ଼ିକୁ ଚାହିଁଲା ବେଳେ। ଗୋଟାଏ ଜୀବନର ପ୍ରତିଶ୍ରୁତି ବିଫଳ ହୋଇ ଯାଇଛି। -ଦୁଃଖର କଥା। -ଆଉ ଦୁଃଖ କରି ଲାଭ ନାହିଁ। ଏବେ ଦୁଃଖକୁ ଢାଙ୍କିବା ପାଇଁ ନିଶାର ଅମଳ ଧରିବାକୁ ହବ। ମାନିନୀ ଥିଲା ଗୋଟାଏ ନିଶା। ସେ ଦେଇଗଲା ମଦର ଚମକ। ନିଜେ ଭାବିଥିଲି ବିପ୍ଳବର ସେବା ଗୋଟାଏ ଉନ୍ମାଦନା ଦେବ। କାର୍ଯ୍ୟରେ ଦେଖୁଛି ଯେ ବିପ୍ଳବରେ ନିଜକୁ ମହୀୟାନ୍ କରିବାକୁ ହେଲେ ଗୋଟାଏ ନିଶା ଦରକାର। -ଏକାବେଳକେ ଅବକାରୀ ଦୋକାନୀ ହେଇଯିବ ନା କ'ଣ? ଭଜକୃଷ୍ଣ ହସିଥିଲା-ପରୀକ୍ଷାର ଫଳକୁ ଅପେକ୍ଷା ରଖିଛି। ଆଶା ସହଜରେ ମରେ ନାହିଁ। ମରଣ ନ ଦେଖିବା ଯାଏ ଆଶା ଉଙ୍କି ମାରି ଆଖି ଠାରୁ ଥାଏ। କେଜାଣି କାଳେ ଅସମ୍ଭବଟା ସମ୍ଭବ ହେବ। ଯାହାଥିଲା-ଆଉ ସେଥିରୁ ଯେତେକ ଯାଇ ଯେଉଁ ଟିକକ ବଳି ପଡ଼ିଥିଲା-ସେଥିରେ ଅବା କେଜାଣି ଲାଜ-ଢଙ୍କା ତଉଲିଆଟିଏ ହୋଇ ଯାଇପାରେ। ନଇଲେ ଏଇ ଜୀବନଟା କଥା ନ ଭାବିବା ଭଲ। ଭାବି ରମାକାନ୍ତ କହିଲା-ଏଇ ଚୋରଣୀକୁ ମାନ କରି ଖପରାରେ ଖାଇବାର କାରଣ ନାହିଁ। ନିଜକୁ ଏମିତି-ସେମିତି, ଏଡ଼େ-ସେଡ଼େ ଭାବିଲେ ଅଡ଼ୁଆ ବାହାରିବ। ଶରଣ ପଶିଲେ କେଜାଣି ରକ୍ଷା ହୋଇଯିବ। -ଏଁ ଅପମାନ ପୁଣି ସହିବାକୁ ହେବ? ଅସମ୍ଭବ। -ବଞ୍ଚିବାର ସୂତ୍ର ହେଉଛି ଅପମାନ। ପେଟ ଯେମିତି ଖାଦ୍ୟ ଖୋଜେ, ଜୀବନ ସେମିତି ଅପମାନ ଖୋଜେ। ଭଗବାନ ଆମର ମତାମତକୁ ଧୂଳି କରି ଦେଇ ବୁଝାନ୍ତି ଯେ, ଆମର ମନଗଢ଼ା ମତାମତ ଭୁଲ। ନୂଆ ଧାରଣା ଜନ୍ମାନ୍ତି। ଏହିସବୁ ସମ୍ଭବ ହୁଏ ଅପମାନର ମାଟିରେ। -ଲୋକନିନ୍ଦା-ଅପମାନ-ଲାଜ? ଏସବୁ କ'ଣ ତେବେ ଖାଲି କଳ୍ପନାର କଥା ନୁହେଁ। -ନା, ସତକଥା। ଏଗୁଡ଼ାକ ଉଆଜିବ୍ କଥା। ଏଥିପ୍ରତି ଧ୍ୟାନ ରଖିବା ଦରକାର। କିନ୍ତୁ ଏମାନଙ୍କର ମଧ୍ୟ ପ୍ରୟୋଜନ ଅଛି। ଯିଏ ଅପମାନ ଦେଇଥାଏ ବା ଦିଆଇ ଥାଏ, ସେ ପୁଣି ଥରେ ଭରିଦିଏ ଆମର କାମନାର ପାତ୍ରକୁ। ରମାକାନ୍ତର ହାତ ଧରି ଭଜକୃଷ୍ଣ କହିଲା-କେଜାଣି? ତଥାପି ମତେ ଲାଗୁଛି ତୁମରି କଥା ଠିକ୍ ବୋଲି। ମାନମୟୀକୁ ଏମିତି ବ୍ୟର୍ଥ-ତାର ପ୍ରତିହିଂସା ଓ ଘୃଣାର ପ୍ରୀତି-ନିବେଦନ ନ କରି ତାହାର ଶରଣ ପଶିଲେ ହୁଏ ତ ପୁଣି ଥରେ ସବୁ ସଂଶୋଧନ ହୋଇଯିବ। -ଏ ସବୁ ମୁଁ ବୁଝି ନ ଥିଲି। ଆଜି ଯେତେବେଳେ ବାଧ୍ୟ-ବାଧକତାରେ ଘଟଣାର ପେଷଣରେ ବସି ମଦ ଗିଲାସକୁ ଓଠରେ ଲଗାଇଥିଲି ସେତିକି ବେଳେ ମୋର ଧାରଣା ହେଇଥିଲା। -ପୁଲିସର ହାତକଡ଼ା ପିନ୍ଧି ବନ୍ଧୁହୀନ ସହାୟ-ହୀନ କାରାବାସ ଭଲ? ନା-ଏଇ ଖିଆଲି ତରୁଣୀଙ୍କର ମନୋରଞ୍ଜନ ଭଲ? -ମନ ବୁଝି ଯାଇଥିଲା। ମୁଁ ତାଙ୍କରି ପରି ଜଣେ ହୋଇଥିଲି। ଏବେ ମତେ ଦମ୍ଭିଲା ଲାଗୁଛି। -ମଦ ଏମିତି ମନରେ ଦମ୍ଭ ଅଣାଏ। ମୁଁ ବି ସେମିତି ମାନିନୀର ସାତ-ପରସା ଖାଲି ତାହାର ଦେହ-ପରସାକୁ ନେଇ ନିଜକୁ ଏଇ କଲେଜର କୋଠା ଓ ଏଇ ସହରଠାରୁ ବଡ଼ ବୋଲି ନିଜକୁ ମନେ କରିଥିଲି। -କେତେଥର? ଭଜକୃଷ୍ଣ? -ବେଶି ଥର ନୁହେଁ। କମ୍ ଥର ବି ନୁହେଁ। ମାନିନୀ କହେ-ପ୍ରୀତିର ଆଧାର, ସୁଖର କାରଣ ଭୋଗର ସରଞ୍ଜାମ ହେଉଛି ନିଶା-ମଦ, ଗଞ୍ଜେଇ, କୋକେନ,-ୟୁନାନୀ, କବିରାଜି, ଡାକ୍ତରୀ ଯେଉଁ ପ୍ରକାରରୁ ନିଅନା କାହିଁକି -ଅଫିମ ଗଲା କୁଆଡ଼େ? -ସେଇଟା କୁଆଡ଼େ ମଣିଷକୁ ଉତ୍ତେଜିତ ନ କରି ଶାନ୍ତ କରାଏ। କବିର କଳ୍ପନାରେ ନାୟିକାକୁ ଆମୋଦିତ କରି ରଖିବାକୁ ଅଫିମର ସ୍ଥାନ ଉଚ୍ଚରେ।